ୟାରକଣ୍ଡ୍ ନଦୀ ନିକଟବର୍ତ୍ତୀ କେତେକ ଅଂଶ ଅତିକ୍ରମ କଲା ପରେ ଦକ୍ଷିଣ-ପୂର୍ବ ପଟରୁ ବୁଲି ଅକ୍ସାଇ ଚୀନ୍, କାରାକୋରମ୍ ପର୍ବତ ଦେଇ ପାଙ୍ଗୋଙ୍ଗ୍ ତ୍ସୋ ପର୍ଯ୍ୟନ୍ତ ରହିଛି। ଜନ୍‌ସନ୍ ରେଖାରେ ଅନ୍ତର୍ଭୁକ୍ତ ଅକ୍ସାଇ ଚୀନ୍ ଅଞ୍ଚଳକୁ ବାଡ଼ ପକାଇ ବା ଅନ୍ୟ କୌଣସି ଉପାୟରେ ଚିହ୍ନଟ କରାଯାଇ ନ ଥିଲା। କାରାକୋରମ୍ ଗିରିପଥର ପଶ୍ଚିମ ପଟ କ୍ଷେତ୍ର ଗିଲ୍‌ଗିଟ୍-ବାଲ୍‌ଟିସ୍ତାନ ନାମରେ ଜଣାଶୁଣା ଓ ଏହାକୁ ପାକିସ୍ତାନ ନିୟନ୍ତ୍ରଣ କରେ। ଏହି ଅଞ୍ଚଳ ପର୍ଯ୍ୟନ୍ତ ଜନ୍‌ସନ୍ ରେଖା ଯାଇ ନାହିଁ ଓ ବର୍ତ୍ତମାନ ଏହି ଅଞ୍ଚଳର ସୀମାର ଅପରପାର୍ଶ୍ୱରେ ଚୀନ୍ ଅବସ୍ଥିତ। ଏହା ଫଳରେ ଟ୍ରାନ୍ସ କାରାକୋରମ୍ ଟ୍ରାକ୍ଟ୍ ପାଞ୍ଚ ହଜାର ଏକ ଶହ ଅଶୀ ବର୍ଗ କିଲୋମିଟର ଚୀନ୍‌ର ଅଂଶ ଭାବେ ପରିଗଣିତ ହେଲା। କାଶ୍ମୀର ବିବାଦର ସମାଧାନ ହେଲେ ଏହି ଅଞ୍ଚଳ ସମ୍ପର୍କରେ ପୁଣି ଆଲୋଚନା ହେବ ବୋଲି ସ୍ଥିର ହେଲା। ଏଥିରେ କିନ୍ତୁ ଭାରତର ସହମତି ନ ଥିଲା। ଭାରତର ଯୁକ୍ତି ଅନୁସାରେ ପାକିସ୍ତାନ ଓ ଚୀନ୍‌ର ସୀମା ସଂଲଗ୍ନ ନୁହେଁ। ପାକିସ୍ତାନ ସହ ଆଲୋଚନା ପରେ ଚୀନ୍ ଯେଉଁ ଟ୍ରାନ୍ସ କାରାକୋରମ୍ ଟ୍ରାକ୍ଟ୍ ଅଧିକାର କରିଛି ତାହା ଏକ ହଜାର ନଅ ଶହ ସତଚାଳିଶ ପୂର୍ବର ପରାଧୀନ ଭାରତର ଜାମ୍ମୁ ଓ କାଶ୍ମୀର ରାଜ୍ୟର ଅଂଶ। ଭାରତ କିନ୍ତୁ ଏହାର ଆହୁରି ଉତ୍ତରରେ ଥିବା ଜନ୍‌ସନ୍ ରେଖା ପର୍ଯ୍ୟନ୍ତ ଅଞ୍ଚଳ ଉପରେ ଅଧିକାର ଦାବି କରି ନାହିଁ। ଏହି ଅଞ୍ଚଳରେ ଚୀନ୍ ଓ ଭାରତ ମଧ୍ୟରେ ଏଯାବତ୍ ସୀମା ବିବାଦ ଲାଗି ରହିଛି। ପ୍ରଥମ ଇଂରାଜୀ-ବ୍ରହ୍ମଦେଶୀ ଯୁଦ୍ଧ ଅଠର ଶହ ଚବିଶ ମସିହାରୁ ଅଠର ଶହ ଛବିଶ ମସିହା ପର୍ଯ୍ୟନ୍ତ ଚାଲିଥିଲା। ଅଠର ଶହ ଛବିଶ ମସିହାରେ ୟାନ୍ଦାବୋ ଚୁକ୍ତି ପରେ ଆସାମ ବ୍ରିଟିଶ୍ ଭାରତରେ ମିଶିଲା। ତେଣୁ ବ୍ରିଟିଶ୍ ଶାସନାଧୀନ ଭାରତ ଓ ଚୀନ୍ ପୁଣି ପଡ଼ୋଶୀ ଭାବେ ସୀମାରେଖାର ଦୁଇ ପାର୍ଶ୍ୱରେ ଉଭା ହେଲେ। ପରବର୍ତ୍ତୀ ଇଂରାଜୀ-ବ୍ରହ୍ମଦେଶୀ ଯୁଦ୍ଧମାନଙ୍କରେ ବିଜୟ ଲାଭ କରି ବ୍ରିଟିଶ୍‌ମାନେ ପୂର୍ବ ଦିଗରେ ଭୂମି ଅକ୍ତିଆର କରି ଚାଲିଲେ ଓ ବ୍ରହ୍ମଦେଶ ସୀମା ପାଖରେ ପହଞ୍ଚିଗଲେ। ଏହି କାରଣରୁ ଭାରତ ଓ ଚୀନ୍ ମଧ୍ୟରେ ଥିବା ସୀମାରେଖା ଆହୁରି ବଢ଼ିଗଲା। ଉଣେଇଶ ଶହ ତେର-ଚଉଦ ମସିହାରେ ବ୍ରିଟେନ୍, ଚୀନ୍ ଓ ତିବ୍ଦତର ପ୍ରତିନିଧିମାନେ ଭାରତର ସିମଳାଠାରେ ଏକ ବୈଠକରେ ଯୋଗ ଦେଇ ତିବ୍ଦତର ଅବସ୍ଥା ଓ ରାଷ୍ଟ୍ରୀୟ ସୀମା ରେଖା ସମ୍ପର୍କରେ ସହମତି ପାଇଁ ଚେଷ୍ଟା କରାଗଲା। ତିବ୍ଦତ ଓ ଭାରତ ମଧ୍ୟବର୍ତ୍ତୀ ସୀମା ଚିହ୍ନଟ କରି ବ୍ରିଟିଶ୍ ପ୍ରତିନିଧି ହେନେରି ମ୍ୟାକ୍-ମୋହନ ଏହି ଚୁକ୍ତିପତ୍ର ସହିତ ଏକ ମାନଚିତ୍ର ସଂଲଗ୍ନ କଲେ। ଏହି ରେଖା ମ୍ୟାକ୍-ମୋହନ ରେଖା ଭାବେ ପରିଚିତ। ବୈଠକରେ ସମସ୍ତ ପ୍ରତିନିଧି ଏଥିରେ ସହମତ ହେଲେ କିନ୍ତୁ କିଛି ଦିନ ପରେ ବେଜିଂ ଏହି ଭାରତ-ଚୀନ୍ ସୀମାକୁ ଅମାନ୍ୟ କଲା ଓ ବିସ୍ତୃତ ମାନଚିତ୍ର ଓ ଚୁକ୍ତିପତ୍ରରେ ସ୍ୱାକ୍ଷର କଲା ନାହିଁ। ସ୍ୱାକ୍ଷର ନ କଲେ ଏହି ଚୁକ୍ତିରେ ରଖାଯାଇଥିବା ଅନ୍ୟାନ୍ୟ ସୁବିଧାରୁ ଚୀନ୍ ବଞ୍ଚିତ ହେବ ବୋଲି ଘୋଷଣା କରି ବ୍ରିଟିଶ୍ ଓ ତିବ୍ଦତୀୟ ପ୍ରତିନିଧିମାନେ ଚୀନ୍‌ର ଅନୁପସ୍ଥିତି ସତ୍ତ୍ୱେ ସିମଳା ଚୁକ୍ତିରେ ସ୍ୱାକ୍ଷର କଲେ। ନେଭିଲ୍ ମ୍ୟାକ୍ସୱେଲ୍‌ଙ୍କ ମତରେ ଚୀନ୍ ସ୍ୱାକ୍ଷର ନ କଲେ ତିବ୍ଦତ ସହିତ ଦ୍ୱିପାକ୍ଷିକ ଭାବେ ସ୍ୱାକ୍ଷର କରାଯିବ ନାହିଁ ବୋଲି ମ୍ୟାକ୍-ମୋହନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ଏହି ଆଦେଶ ମାନି ନ ଥିଲେ ଓ ଏହାର ଘୋଷଣାନାମାକୁ ଲୁଚାଇ ରଖାଗଲା। ଭି. କେ. ସିଂହ ଯୁକ୍ତି ବାଢ଼ନ୍ତି ଯେ ହିମାଳୟ ପର୍ବତଶ୍ରେଣୀ ଭାରତର ଉତ୍ତର ସୀମା ଓ ସେଠାରୁ ଦକ୍ଷିଣରେ ଥିବା ଭୂଖଣ୍ଡ ଭାରତ ଭାବେ ପରିଚିତ ବୋଲି ଭାରତର ପ୍ରାଚୀନ ଇତିହାସରେ ଉଲ୍ଲେଖ ଅଛି, ସାହିତ୍ୟ ଓ ସଂସ୍କୃତିରେ ମଧ୍ୟ ଏହାର ପ୍ରମାଣ ମିଳେ। ଏହି ସବୁ ତଥ୍ୟକୁ ଆଧାର କରି ବ୍ରିଟିଶ୍ ଭାରତ ଓ ତିବ୍ଦତ ମଧ୍ୟରେ ସୀମା ନିରୂପଣ କରାଯାଇଥିଲା। ହିମାଳୟର ଉଚ୍ଚଭୂମିର ଜଳବିଭାଜକରୁ ଉତ୍ତର ପଟ ପଡ଼ୋଶୀଙ୍କ ଅଞ୍ଚଳ ବୋଲି ପ୍ରସ୍ତାବ ରଖାଗଲା। ବ୍ରିଟିଶ୍ ଭାରତ ଏବଂ ସ୍ୱାଧୀନ ଭାରତର ସରକାରମାନେ ହିମାଳୟ ଭାରତର ଅଭିନ୍ନ ଅଙ୍ଗ ଓ ଏହା ଉତ୍ତର ଭାରତର ପ୍ରକୃତ ସୀମାରେଖା ବୋଲି ମତ ରଖିଆସୁଅଛନ୍ତି। ଚୀନ୍ ତରଫରୁ ସୀମାରେଖା ନିର୍ଣ୍ଣୟ କରୁଥିବା ସଂସ୍ଥା ୱାଲୋଙ୍ଗ୍ ଏହାର।